ମୁଁ କ'ଣ କହିବାକୁ ଚାହୁଁଛି କି ବୋଧହୁଏ ଆମ କଂପ୍ୟୁଟର ଯନ୍ତ୍ର ଠିକ୍ କାମ କରୁନି। ' 'ଆମ କଂପ୍ୟୁଟର ଯନ୍ତ୍ର ଠିକ୍ କାମ କରୁନି? ତୁମେ କ'ଣ ପାଗଳ ହେଲ ନା କଅଣ କ୍ଳେରେନସ୍? ' 'ନା, ସାର୍। ମୁଁ ପାଗଳ ନୁହଁ, ମୁଁ ଯାହା କହୁଛି ତାହା ଠିକ୍। ଆମ ଯନ୍ତ୍ର ଠିକ୍ ଭାବରେ କାର୍ଯ୍ୟ କରୁନି। ' 'ତୁମେ କେମିତି ଜାଣିଲ? ତୁମେ ତ ଯନ୍ତ୍ରଟିକୁ ଚଳାଇବା ପୂର୍ବରୁ ପରୀକ୍ଷା କରିଥିବ? ' 'ହଁ, କରିଥିଲି; କିନ୍ତୁ ଏହାର ଭୁଲ୍ ମୋ ଦୃଷ୍ଟି ଆକର୍ଷଣ କରି ନ ଥିଲା। 'ଏବେ କେମିତି ଦୃଷ୍ଟି ଆକର୍ଷଣ କଲା। ' 'ସାର୍, ଏଇ କିଛି ସମୟ ତଳେ ମୋର ଝିଆରୀ ଆମ କଂପ୍ୟୁଟର ଯନ୍ତ୍ର ଦେଖିବାକୁ ଆସିଥିଲା। ସେ ଭାରି ଜିଦ୍ କରିବାରୁ ତାକୁ ଦୁଇରେ ଦୁଇ ଗୁଣି ଗୁଣନ ଫଳ ଦେଖାଉଥିଲି। ଦୁଇରେ ଦୁଇ ଗୁଣିବାରୁ, ହେବା ପରିବର୍ତ୍ତେ, ହେଲା; ଅର୍ଥାତ୍ ଦଶମିକ ବିନ୍ଦୁଠାରୁ ଅଷ୍ଟମ ସ୍ଥାନରେ ଶୂନ ପରିବର୍ତ୍ତରେ ଆସିଲା। ଏହି ଭୁଲଟି ଦୁଇ ସହିତ ଦୁଇ ଗୁଣନ କରି ଗୁଣଫଳର ମୂଲ୍ୟକୁ ବେଶି ବଦଳାଇ ଦେଇ ପାରିନି ସତ; କିନ୍ତୁ ଆମେ ଯେଉଁ ଲକ୍ଷ ଲକ୍ଷ ଲୋକଙ୍କ ଭିତରୁ ଚେୟାରମେନଙ୍କୁ ବାଛିଲେ, ସେହି ବଛାବଛିରେ ନିଶ୍ଚୟ କିଛି ଭୁଲ ରହି ଯାଇ ଥିବ। ବୋଧହୁଏ ସେଥିପାଇଁ ଆମେ ଆମ ଚେୟାରମେନ୍ ଭାବରେ ଏମିତି ଏକ ଅଯୋଗ୍ୟଲୋକଙ୍କୁ ପାଇଲେ। ଏ ଯେ ଆମ ସହରର ଯୋଗ୍ୟତମ ଲୋକ ନୁହେଁ, ଏହା ବର୍ତ୍ତମାନ ନିଃସନ୍ଦେହରେ କୁହା ଯାଇପାରେ। 'ମୋର ଏହି ଭୁଲ ପାଇଁ ମୁଁ ଏଠୁ ଇସ୍ତଫା ଦେବାକୁ ଚାହେଁ ସାର୍। ' 'ଆଁ ଇସ୍ତଫା? ସଙ୍ଗେ ସଙ୍ଗେ? ' 'ହଁ, ସାର। ମୁଁ ଇସ୍ତଫା ନ ଦେଲେ ନିହାତି ଅନ୍ୟାୟ ହେବ। ମୁଁ ମୋ ଚାକିରି ପାଇଁ ଯେ ଯୋଗ୍ୟ ନୁହେଁ, ଏହା ପ୍ରମାଣିତ ହୋଇଯାଇଛି। ' 'କିନ୍ତୁ ତୁମେ ଭୁଲିଯାଉଛ କ୍ଳେରେନସ୍, ଏହି ସାମାନ୍ୟ ଭୁଲରେ ଚେୟାରମେନ୍ ମନୋନୟନରେ ଭୁଲ ହୋଇଯିବ ବୋଲି ଆଶଙ୍କା କରିବା ଉଚିତ ନୁହେଁ। ମୁଁ ସେମିତି ଆଶଙ୍କା କରୁନି। ଯେହେତୁ ଆମ ସହରର ଲୋକ ସଂଖ୍ୟା ଦୁଇ ଲକ୍ଷରୁ ଅଧିକ ନୁହେ, ଦଶମିକ ସ୍ଥାନରୁ ଅଷ୍ଟମ ସ୍ଥାନରେ ଭୁଲ ଥିଲେ ହେ ଏହା ଆମ ଗଣନାକୁ ଦୋଷଯୁକ୍ତ କରି ପାରିବନି। ମୁଁ ଭାବୁଛି ଆମ ଯନ୍ତ୍ର ଯାହାକୁ ଯୋଗ୍ୟତମ ବ୍ୟକ୍ତି ବୋଲି ବାଛିଚି, ସେ ପ୍ରକୃତରେ ହିଁ ଆମ ସହରର ଯୋଗ୍ୟତମ ବ୍ୟକ୍ତି। ' 'ନା ସାର୍। କ୍ଷମା କରିବେ। ମୁଁ ଆପଣଙ୍କ ସହିତ ଏକମତ ହୋଇପାରୁନି। ' ଏତିକି କହି କ୍ଳେରେନସ୍ ଇସ୍ତଫା ଦେଇ କଂପ୍ୟୁଟର ଗବେଷଣାଗାରୁ ବାହାରି ଆସିଲେ-। ମନରେ ବଡ଼ ବିଷାଦ, କ୍ଳେରେନ୍ସ ଭାବି ଚାଲିଲେ, ''ସହରର ପ୍ରତ୍ୟେକ ଲୋକ ଯା' କହୁଚନ୍ତି ଯେ ଆମ ଯନ୍ତ୍ର ଏକ ଅଯୋଗ୍ୟ ବ୍ୟକ୍ତିକୁ ଚେୟାରମେନ୍ ପଦରେ ଅଭିଷିକ୍ତ କରିଛି, ଏହା ଯଦି ପ୍ରକୃତରେ ସତ ହୋଇଥାଏ, ତେବେ ସେ ନିଜେ ଲଜ୍ଜିତ ହେବେ ନାହିଁ ତ ଆଉ କିଏ ହେବ-? '' ମନ ଭିତରେ କେତେ କ'ଣ ଭାବି ସେ କାର ଚଳାଇ ନିଜ ଘରକୁ ଫେରୁଛନ୍ତି, ହଠାତ୍ ମନ ଭିତରକୁ ଏକ ବୁଦ୍ଧି ପଶି ଆସିଲା। ''ଚାକିରି ତ ଛାଡ଼ି ଦେଇ ଆସିଲି, ଆଉ ଚିନ୍ତା କାହିଁକି? ଏବେ ତ ମୁଁ ସ୍ୱାଧୀନ। ସହରର ନବନିର୍ବାଚିତ ଚେୟାରମେନ୍ ପ୍ରକୃତରେ ଯୋଗ୍ୟ ଲୋକ କି